ଡାକ୍ତର ବିବ୍ରତ ବୋଧକଲେ। କହିଲେ କି ଆଶ୍ଚର୍ଯ୍ୟ! ଆପଣ ଏପର୍ଯ୍ୟନ୍ତ ଖଟରୁ ଓହ୍ଲାଇନାହାନ୍ତି! ଉଠନ୍ତୁ, ଉଠନ୍ତୁ କହି ଡାକ୍ତର ନିଜେ ହାତଧରି ଓହ୍ଲାଇଦେଲେ। ମୁହଁ ଧୋଇବାର ସବୁ ସରଞ୍ଜାମ ହାତରେ ଧରିଲେ ଆଉ ଗୋଟିଏ ହାତରେ ବୃଦ୍ଧଙ୍କ ହାତଧରି ଚାଲିଲେ ବାଥରୁମ୍ ଆଡ଼କୁ। ଡାକ୍ତରଙ୍କ ଆଡ଼େ ଦୁଇଟି ସ୍ନେହଝରା ଆଖି ତୋଳି କିଛିସମୟ ଚାହିଁ ଠିଆ ହୋଇଗଲେ କନକ ନାରାୟଣ। ଡାକ୍ତର ପଚାରିଲେ–କିଛି କହିବେ ? ତୁମେ କେତେ କରୁଛ ମୋ ପାଇଁ ବୁଲୁ। ମୁଁ ତୁମକୁ ବହୁତ ହଇରାଣ କଲି। ଭୀମ କୁଆଡ଼େ ଗଲା ? ଭୀମ ବୋଧହୁଏ ଅଳକାଦେବୀଙ୍କୁ ସାହାଯ୍ୟ କରୁଛି। ଆଉ ମତେ ହଇରାଣ କରୁଛନ୍ତି ବୋଲି ଭାବୁଛନ୍ତି, କାହିଁକି? ହଇରାଣ ନ ହେବାରୁ ଜଣେ ମନକଲେ ତାକୁ ହଇରାଣ କେହି କରାଇ ପାରିବେନି। ଆଉ ୟେ ତ ଆମୋର ଆନନ୍ଦର ହଇରାଣ। ଯାହା ମୁଁ ସ୍ୱଇଚ୍ଛାରେ ହେଉଛି। ହେଇ ଦୁଃଖ ଯା ପାଉନି।ବୃଦ୍ଧ ବାଥ୍ରୁମ୍ ଭିତରେ ପଶୁ ପଶୁ ଭାବିଲେ ଏଡ଼େ ଉଦାର ଆଉ ପ୍ରଶସ୍ତ ମନ ନେଇ ପିଲାଟି କ'ଣ ତିଷ୍ଠିପାରିବ ଏ ଜଟିଳ ଦୁନିଆଁରେ। ଠିକ୍ ଏମିତି ମନ ଥିଲା ଛାୟାର। ସେଥିପାଇଁ ସିନା ଏଇ ସୁନ୍ଦର ପୃଥିବୀରୁ ତାକୁ ଶୀଘ୍ର ବିଦାୟ ନେବାକୁ ପଡ଼ିଥିଲା। କବିଗୁରୁ କହିଥିଲେ 'ମରିତେ ଚାହିଁନା ଆମି ସୁନ୍ଦର ଭୂବନେ ତଥାପି ସେ ମରେ। ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରେଇ।'ମରିବାରେ ଆଶ୍ଚର୍ଯ୍ୟ କଥା କ'ଣ ଅଛି। ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟ ଯେତେବେଳେ ମଣିଷର ଜ୍ୟୋତିହୀନ ଆଖିଆଗରୁ ଧୀରେ ଧୀରେ ଅପସରିଯାଏ, ବିହଗର କଣ୍ଠଗୀତି ଯେତେବେଳେ ମଣିଷର କର୍ଣ୍ଣବିବରରୁ ଧକ୍କା ଖାଇ ଫେରିଆସେ, ଯେତେବେଳେ ମଣିଷ ପାଖରେ ମଣିଷ ହୁଏ ଅନାବଶ୍ୟକ, ଠିକ୍ ସେତିକିବେଳେ ସ୍ୱଇଚ୍ଛାରେ ଅପାରଗ ଅଥର୍ବ କହେ ପଳାଏ ପଳାଏ। ବହୁତ ଦେଖିଲି, ବହୁତ ଅନୁଭବ କଲି, ସ୍ପର୍ଶ କଲି। ଆଉ କାହିଁକି। ଭଗବାନ ମତେ ନେଇଯାଅ, ଯାହା ମୁଁ ଆଜି ନିଜେ ଚାହୁଁଛି। କିନ୍ତୁ ଛାୟା ମୋର ଚାଲିଗଲା କ'ଣ ପରିପୂର୍ଣ୍ଣ ହୃଦୟ ନେଇ? ଆତ୍ମା ତା'ର କହିଥିଲା କ'ଣ ପଳାଏ ପଳାଏ? ଏଇ ସୁନ୍ଦର ଭୂବନ କ'ଣ ତାକୁ ଅସହ୍ୟ ଲାଗିଥିଲା? କିଏ ତାକୁ ବିଦାୟ ଦେଲା ଏଇ ପୃଥିବୀରୁ? ମଉସା! ସ୍ତବ୍ଧତାର ବୁକୁ ଚିରିଗଲା ଖଣ୍ଡ ଖଣ୍ଡ ହୋଇ। ସେଇ ଗୋଟିଏ ଡାକର ପ୍ରତିଧ୍ୱନିରେ ଅପରିସର ବାଥରୁମ୍ଟା ରିନ୍ ରିନ୍ ଶବ୍ଦ କରିଉଠିଲା। ଭାବନାମଗ୍ନ ବୃଦ୍ଧଙ୍କର ଚେତନା ଫେରିଲା। ମନେ ମନେ ଲାଜ ପାଇ ସେଇ ବାଥ୍ରୁମ୍ କବାଟ ଖୋଲି ବାହାରିଆସିଲେ। ସାମ୍ନାରେ ଡାକ୍ତର। ଟିକିଏ ଲାଜ ମିଶା ହସ ହସିଲେ। କହିଲେ ଟିକିଏ ଡେରି ହୋଇଗଲା ବୁଲୁ। ଡାକ୍ତର ଗମ୍ଭୀର ହୋଇ କହିଲେ ଆହୁରି ହୋଇଥାନ୍ତା। ସେକଥା ମୁଁ ଜାଣେ। ଆଉ ସେଇଥିପାଇଁ ଏପରି ଅଭଦ୍ର ଭାବରେ ଡାକିଦେଲି। କିଛି ଭାବିବେନି। ଆପଣ ମାଉସୀଙ୍କ କଥା ଭାବି ବସିଲେ କାଣ୍ଡଜ୍ଞାନ ହରାନ୍ତି। ଚମକିଉଠିଲେ କନକ ନାରାୟଣ। କିନ୍ତୁ ପଚାରିଲେନି ତୁମେ କିପରି ଜାଣିଲ ବୋଲି। ଖାଲି ଅଳ୍ପ ସମୟ ଠିଆ ହୋଇଗଲେ। ଡାକ୍ତର ତାଙ୍କ ମନକଥା ବୁଝିଲେ। କହିଲେ ଶୀଘ୍ର ଚାଲନ୍ତୁ। ଅଳକା ଦେବୀ ବୋଧହୁଏ ଡାଇନିଙ୍ଗ୍ ହଲରେ ଆମକୁ ଅପେକ୍ଷା କରିଛନ୍ତି। ଭୀମ କେତେବେଳୁ ଆସି ଆମକୁ ଖୋଜି ଗଲାଣି। ଆସନ୍ତୁ। ଡାକ୍ତର ତୁମେ ଅଦ୍ଭୁତ। ସମସ୍ତେ ଟେବୁଲ୍ ଘେରି ବସିଲେ। ଖାଇବା ଟେବୁଲ ପାଖରେ ବସି ବହୁଦିନ ପରେ କନକ ନାରାୟଣଙ୍କ ନିଷ୍ପ୍ରଭ ମୁହଁଟି ଝଲମଲ ହୋଇଉଠିଲା। ଭାରି ଖୁସି ହୋଇପଡ଼ିଲେ। ଅଳକା ଦେବୀଙ୍କ ମୁଣ୍ଡ ଆଉଁସି ଆଉଁସି, କହିଲେ କେତେ କ'ଣ ରାନ୍ଧିଛୁ ମା ! କେତେଦିନ ଯେ ଏପରି ଖାଦ୍ୟ ଖାଇବା ଦୂରେ ଥାଉ, ଦେଖିବି ପାରିନି। ସ୍ୱାଦ ବି ଚମତ୍କାର ହୋଇଛି। ନା କ'ଣ କହୁଛ ବୁଲୁ? ତୁମକୁ ନିଶ୍ଚୟ ଭଲ ଲାଗୁଛି।ଡାକ୍ତରଙ୍କ ମୁହଁରେ ସମର୍ଥନର ସ୍ୱାକ୍ଷର। ଓଠରେ ତୃପ୍ତିର ହସ। ଅଳକାର ଶ୍ରମସାର୍ଥକ ମୁହଁରେ ଉଦୟସୂର୍ଯ୍ୟର ଆଭା। ଆଉ ଟୁଲୁ, ତାକୁ ଏ ସବୁ କିଛି ଭଲ ଲାଗୁନି। ସେ ମାମି ହାତରୁ ଏହାଠାରୁ ଉତ୍କୃଷ୍ଟ ପଦାର୍ଥ ଖାଇଛି। ଅଜାଙ୍କ ପରି ସେ ବିକଳିଆ ନୁହେଁ। ବର୍ତ୍ତମାନ ତା' ମନ ପଡ଼ିଛି ଗେଟ୍ ଦରୱାନ ଦେବକୀନନ୍ଦନ ପାଖରେ। କି ସୁନ୍ଦର "ରାମା ହୋ ରାମା ହୋ" ଗୀତ ସେ ଗାଉଛି। ଆଉ କି ସୁନ୍ଦର ତା'ର ଦେଶର କାହାଣୀ ଶୁଣାଉଛି।